ଜଣେ ବିଧବା–ଆୟାର୍ଲାଣ୍ଡ ଦେଶର ବୁଢ଼ୀ ସେ ଘରେ ଥାଆନ୍ତି। ତାଙ୍କର ଆଉ ଜଣେ ଭଡ଼ାଦାର ଥାଆନ୍ତି–ସେ ହେଉଛନ୍ତି ସ୍କାନ୍ଲ୍ୟାନ। ମ୍ୟାକ୍ମାର୍ଡ଼ୋ ସେହି ଘରକୁ ଚାଲିଆସିବାର ଦେଖି ସ୍କାନ୍ଲ୍ୟାନର ଆନନ୍ଦ ବହୁତ ବେଶୀ ବଢ଼ିଗଲା। ସେ ଘରେ ଆଉ ବିଶେଷ କେହି ଲୋକ ରହୁ ନ ଥିଲେ। ସେହି କାରଣରୁ ଶାଫ୍ଟର ବୁଢ଼ାଙ୍କ ହୋଟେଲ ଅପେକ୍ଷା ଏହି ଆଇରିସ୍ ବୁଢ଼ୀଙ୍କ ଘର ମ୍ୟାକ୍ମାର୍ଡ଼ୋ ପକ୍ଷରେ ବେଶୀ ସୁବିଧାଜନକ ହେଲା। ପୁରୁଣା ହୋଟେଲରେ ସବୁ ସମୟରେ ଲୋକ କାରବାର। ତେଣୁ ମୋହର ତିଆରି ଯନ୍ତ୍ରପାତିଗୁଡ଼ିକ ପାଖରେ ଥିବାରୁ ମ୍ୟାକ୍ମାର୍ଡ଼ୋଙ୍କୁ ଚାରିଆଡ଼ୁ ଅସୁବିଧା ବୋଧ ହେଉଥିଲା। କାଳେ କିଏ ଦେଖି ପକାଇବ, ସେଇଥିଲାଗି ସବୁ ସମୟରେ ଖୁବ୍ ସାବଧାନରେ ଚଳିବାକୁ ପଡ଼ୁଥିଲା। ମାତ୍ର ଏ ନୂଆ ଘରେ ସେସବୁ ଝିନ୍ଝଟ ବିଶେଷ କିଛି ନାହିଁ। ବୁଢ଼ୀ ସବୁ ସମୟରେ ତାଙ୍କ ନିଜ କୋଠରୀ ଭିତରଟିରେ ବସି ରହିଥାନ୍ତି। ସନ୍ଧ୍ୟା ନ ହେଉଣୁ ଶୋଇପଡ଼ନ୍ତି। ତେଣୁ ଘରର ସମସ୍ତ ଅଂଶ ଏକପ୍ରକାର ସେହି ଦୁଇ ବନ୍ଧୁ–ମ୍ୟାକ୍ମାର୍ଡ଼ୋ ଓ ସ୍କାନ୍ଲ୍ୟାନ, ଏହି ଦୁହିଁଙ୍କ ମାରଫତ ରହିଥାଏ। ବୃଦ୍ଧ ଶାଫଟର ମ୍ୟାକ୍ମାର୍ଡ଼ୋଙ୍କୁ ଘରୁ ବାହାର କରିଦେଲେ ମଧ୍ୟ ଟିକିଏ ଅନୁଗ୍ରହ ତାଙ୍କପ୍ରତି କରିଥାନ୍ତି। କହିଦେଇଥାନ୍ତି ଯେ ଇଚ୍ଛା କଲେ ମ୍ୟାକ୍ମାର୍ଡ଼ୋ ଆସି ହୋଟେଲରେ ଖିଆପିଆ କରିପାରିବେ। ମ୍ୟାକ୍ମାର୍ଡ଼ୋ ଏହି ଅନୁଗ୍ରହର ସୁଯୋଗରେ ମଝିରେ ମଝିରେ ଆସି ହୋଟେଲରେ ଖିଆପିଆ କରନ୍ତି, ତା ସଙ୍ଗେସଙ୍ଗେ ଏଟ୍ଟି ସହିତ ଦେଖାସାକ୍ଷାତ ମଧ୍ୟ କରିଥାଆନ୍ତି। ଏଟ୍ଟିକୁ ସେ ପ୍ରେମ କରୁଥିଲେ। ତେଣୁ ଦେଖା ନ ହେଲେ ମନ ବଡ଼ ଗୋଳେଇଘାଣ୍ଟି ହୁଏ। ଏଣେ ସେହି କୋଇଲାଖଣି ଉପତ୍ୟକାର ଗୋଟିଏ ଶ୍ରେଣୀର ଲୋକଙ୍କ ମଧ୍ୟରେ ମ୍ୟାକ୍ମାର୍ଡ଼ୋଙ୍କ ଖ୍ୟାତି ଅତି ଶୀଘ୍ର ବ୍ୟାପିଗଲା। ତାଙ୍କର ବେପରୁଆ ଭାବ, ମୁହଁ ଉପରେ ଯେ କେହି ଲୋକ ହେଉ ନା କାହିଁକି, ତାକୁ କଡ଼ାକଡ଼ା କଥା ଶୁଣାଇଦେବାର ସାହସ ଓ ଶକ୍ତି ଦେଖି ସମସ୍ତେ ତାଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ। ସେ ଏ ଅଞ୍ଚଳ କ୍ଳବ ଶାଖାର ସଭ୍ୟପଦ ଯଥାନିୟମରେ ଗ୍ରହଣ କରି ନ ଥିଲେ ମଧ୍ୟ ଅନ୍ୟ କମ୍ରେଡ଼ମାନେ ତାଙ୍କୁ ଏଠା କ୍ଳବର ଓ ନିଜର ଅତି ଆପଣାର ଅନ୍ତରଙ୍ଗ ବନ୍ଧୁ ବୋଲି ମନେ କରୁଥିଲେ। ସେମାନେ ପରସ୍ପରର ମୁହଁକୁ ମ୍ୟାକ୍ମାର୍ଡ଼ୋଙ୍କ ମୋହର ତିଆରିକରିବା ଖବର ପାଇଯାଇଥିଲେ। ସେ ସମସ୍ତେ ଯେ ଯାହାର ସୁବିଧା ମୁତାବକ ଆସି ତାଙ୍କ ସହିତ ସାକ୍ଷାତ କରି ଅଳିକରନ୍ତି–ଆମକୁ ମୋହର ତିଆରି ଉପାୟ ଟିକିଏ ବତାଇଦିଅ। ଅତି କଠୋର ଶପଥ କରାଇନେଇ ମ୍ୟାକ୍ମାର୍ଡ଼ୋ ସେମାନଙ୍କୁ ସେ ଯନ୍ତ୍ରପାତିସବୁ ଦେଖାନ୍ତି ଏବଂ ସେମାନଙ୍କ ଆଗରେ ମୋହର ତିଆରି କରିଦିଅନ୍ତି। କେବଳ ସେତିକି ନୁହେଁ, ସେହି ମୋହରରୁ ନମୁନା ସ୍ୱରୂପ ଗୋଟାଏ ଦୁଇଟା ସେମାନଙ୍କୁ ଉପହାର ଦିଅନ୍ତି। ମୋହରଗୁଡ଼ିକୁ ହାତରେ ଧରି ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ପ୍ରକୃତ ମୋହରଠାରୁ ସେଗୁଡ଼ିକର ଟିକିଏ ହେଲେ କିଛି ଫରକ ନ ଥାଏ; ବଜାରରେ ଚଳାଇବା ପାଇଁ ଆଦୌ ଅସୁବିଧା ହୁଏ ନାହିଁ। ଯେଉଁ ଲୋକ ଏହିପରି ଜାଲ ମୋହର ତିଆରି କରିପାରେ, ତାର ଆଉ ଭାବନା କଅଣ? ତେବେ ସେ ଲୋକ କାହିଁକି ବା ଚାକିରି କରୁଛି? –ସମସ୍ତେ ତାଙ୍କୁ ଏଇ କଥା ପଚାରନ୍ତି-। ମ୍ୟାକ୍ମାର୍ଡ଼ୋ ଉତ୍ତର ଦିଅନ୍ତି, ଚାକିରୀ ନ କଲେ ପୋଲିସର ଶ୍ୱାନଦୃଷ୍ଟି ତାଙ୍କ ଉପରେ ପଡ଼ିଯିବ ଯେ! କିଛି ଗୋଟାଏ କାମ ନ ଥିଲେ ସେ ଏଠାରେ ରହିପାରିବେ ନାହିଁ। ପୋଲିସ ତାଙ୍କ ପିଛା ଧରିବ। ସେଇଥିପାଇଁ ତ ଗୋଟାଏ କାମର